ମତରେ, ସଂସ୍କୃତ ଭାଷାର ବିଶ୍ୱସ୍ତରରେ ଯେ କେତେବେଶୀ ଆଦର ରହିଛି, ଏଥିରୁ ତାହାରି ସଙ୍କେତ ମିଳିଯିବା ଉଚିତ। ଏହି କଥାଟି ପଛରେ ରହିଥିବା ଭାବପ୍ରବଣତାଟାକୁ ଭାରି ବୁଝି ହେଉଛି ଏବଂ ନିଷ୍ଠାପର ଭାବରେ ପ୍ରକଟ କରାଯାଉଥିବା ଭାବପ୍ରବଣତାକୁ ମଧ୍ୟ ସମ୍ଭବତଃ ସମ୍ମାନ ବି ଦିଆଯାଇପାରେ। ସତ କଥାଟି ହେଉଛି, ସଂସ୍କୃତି ହେଉଛି ପୃଥିବୀର ଏକ ପ୍ରାଚୀନ ଭାଷା ଏବଂ, ସେଥିପାଇଁ ହିଁ ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟ ମାନଙ୍କରେ ଅନ୍ୟ ପ୍ରାଚୀନ ଭାଷାଗୁଡ଼ିକ ସହିତ ସଂସ୍କୃତ ଭାଷା ପାଇଁ ଏକ ବିଭାଗ ରହିଛି। ଏବଂ, ସ୍ମରଣ ରହିବା ଉଚିତ, କେବଳ ବିଶ୍ଵବିଦ୍ୟାଳୟ ସ୍ତରରେ ସେହି ବ୍ୟବସ୍ଥା ରହିଛି। ଉଦାହରଣ ସ୍ଵରୂପ, ଗ୍ରୀକ୍ ରହିଛି, ଲାଟିନ୍ ରହିଛି, ଆରବୀ ଓ ଫରାସୀ ରହିଛି, ଇତ୍ୟାଦି, ଇତ୍ୟାଦି। ଅଧିକାଂଶତଃ ଏକ ପ୍ରତୀକାତ୍ମକ ସ୍ୱୀକୃତି ଦୃଷ୍ଟିରୁ ହିଁ ରହିଛି। ବେଳେ ବେଳେ, ପ୍ରାୟ ସେହି ନ୍ୟାୟରେ, ଗୋଟାଏ ଗୋଟାଏ ବର୍ଷ ଗୋଟିଏ ବୋଲି ଛାତ୍ର ଏକ ପ୍ରାଚୀନ ଭାଷାକୁ ଅଧ୍ୟୟନ କରିବା ଲାଗି ଆସୁନଥିଲେ ମଧ୍ୟ ସେହି ପ୍ରାଚୀନ ଭାଷାର ବିଭାଗଟି ରହିଛି। ଯେପରି, ଯଜମାନ ଜଣେ ହେଲେ ଆସୁନଥିଲେ ମଧ୍ୟ ଦେଉଳଟିଏ ରହିଥିଲେ ଆବଶ୍ୟକ ବର୍ତ୍ତନ ସହିତ ଜଣେ ପୂଜକ ଓ ଆଉ ଜଣେ ସେବାକାରୀ ନଉକର ଅବଶ୍ୟ ନିୟୋଗରେ ରହିବା ଆବଶ୍ୟକ ହୁଏ, ଇଏ ପ୍ରାୟ ସେହିଭଳି କଥାଟିଏ। ତେଣୁ, ଭାରତବର୍ଷରେ ଥାଇ ଆମ ବିଶେଷ ଭାଷା ସଂସ୍କୃତ ଭାଷା ପୃଥିବୀର ଏଡ଼େ ଏଡ଼େ ଜାଗାରେ ରହିଛି ବୋଲି ଆତ୍ମଶ୍ଳାଘା ଅନୁଭବ କରିବା ପଛରେ ସେଥିରୁ ପରମାନନ୍ଦ ଲାଭ କରିଥିବା ମନୁଷ୍ୟମାନେ ରହିଛନ୍ତି ବୋଲି ଏକ ନଜିର ସିନା ମିଳୁଛି, ମାତ୍ର ଏପରି କହିବା ପଛରେ ସତେ ଅବା ଅସଲ କଥାଗୁଡ଼ାକୁ ଲୁଚାଇ ରଖିବାର ଏକ ଚେଷ୍ଟା ବି କରାଯାଉଛି। ସେହି ବହୁ ପ୍ରାଚୀନ କାଳରେ ସଂସ୍କୃତରେ ବିଚରଣ କରୁଥିବା ବିଶେଷଜ୍ଞମାନେ ଭାଷାଟିକୁ ଦେବଭାଷା ବୋଲି କହି କିଞ୍ଚିତ୍ ଆତ୍ମବିସ୍ଫୋରଣ ଯେ ଅନୁଭବ କରୁଥିଲେ, ସେ କଥା ତଥାପି ବୁଝି ହେଉଛି। ସେତେବେଳେ ସଂସ୍କୃତ ସମାଜରେ ଉଚ୍ଚ ଓ ଅତ୍ୟୁଚ୍ଚମାନଙ୍କର ଏକ ମୋହଦାୟକ ସନ୍ତକ ହୋଇ ରହିଥିଲା। ନାନା ପ୍ରକାରେ ନିଜକୁ ଅବଶିଷ୍ଟଙ୍କଠାରୁ ଦୂରଛଡ଼ା କରି ରଖିଥିବା ଶିଷ୍ଟ ଓ ସମ୍ପନ୍ନମାନେ ନିଜ ପଂକ୍ତିଗତ ଭାଷାଟିକୁ ଦେବଭାଷା, ଶିଷ୍ଟ ଭାଷା ଅଥବା ଗୀର୍ବାଣ ଭାଷା କହି ଆପଣାକୁ ଯେ ଅଲଗା ବୋଲି ଅନୁଭବ କରିବାକୁ ଏକ ଯୁକ୍ତି ପାଇ ଯାଉଥିଲେ, ସେହି କଥାଟିର କାରଣ- ମର୍ମଟିକୁ ତଥାପି ବୁଝି ହେଉଛି। କିନ୍ତୁ, ଏହି ବିଂଶ ଶତାବ୍ଦୀର ଭାରତବର୍ଷରେ ତଥାପି ଯେଉଁମାନେ ସଂସ୍କୃତିକୁ ସୁରଭାରତୀ ବୋଲି କହି ଆନନ୍ଦିତ ଓ ଆପ୍ୟାୟିତ ଅନୁଭବ କରୁଛନ୍ତି, ସେମାନେ ସେପରି କରିବା ଦ୍ଵାରା ନିଜକୁ ହୁଏତ ବୃହସ୍ପତିଙ୍କର ବଂଶଧର ବୋଲି ଭାବି କ୍ଷଣେ ପୁଲକ ପାଉଥିବେ ସିନା, ମାତ୍ର ତଦ୍ଦ୍ୱାରା ସଂସ୍କୃତ ଭାଷାର ପ୍ରଭୂତ କ୍ଷତି ହିଁ କରୁଛନ୍ତି। ତଳର ମଣିଷମାନଙ୍କୁ ପ୍ରଧାନତଃ ନାକଟେକି ଅଚ୍ଛବ ପ୍ରାୟ କରି ରଖିଥିବା ଏକ ସମାଜରେ ସଂସ୍କୃତ ଭାଷାର ପ୍ରବକ୍ତାମାନେ ନିଜର ସେହି ଅବିବେକଟି ନିମନ୍ତେ ହିଁ ତାହାକୁ ସଭା ଭିତରେ ଆବଦ୍ଧ କରି ରଖିଥିଲେ ଏବଂ ନିଜକୁ ଗୁମ୍ଫା ଭିତରେ କିଳି ରଖି ଏକ ମିଛ ପବିତ୍ରତାର ଅଧ୍ୟାସ ମଧ୍ୟରେ ଦୟନୀୟ କରି ରଖିଥିଲେ। ଭାଷାରେ ସମସ୍ତଙ୍କୁ ଭାଗ ଦେଉନଥିଲେ। ଏକ ଅସମାନ ସମାଜରେ ଅତ୍ୟନ୍ତ ନିପାତନସିଦ୍ଧ ଭାବରେ ସଂସ୍କୃତ ଭାଷା ସେତେବେଳେ ତଥାକଥିତ ମାନଙ୍କର ପଟରେ ହିଁ ରହିଥିଲା,- ଅନେକଙ୍କ ପ୍ରତି ଅଶ୍ରଦ୍ଧା ପ୍ରକାଶ କରୁଥିଲା। ଏବଂ,